ଦିପ୍ତିହୀନ ଚକ୍ଷୁରେ ସୀମାହୀନ ଶୂନ୍ୟତା। ହଜିଯାଇଛନ୍ତି। ସିଏ ଭାବନାର ଗହନ ଅରଣ୍ୟରେ। ଡାକ୍ତର ବୁଝିଲେ ସେଇ ଅରଣ୍ୟରୁ ତାଙ୍କୁ ଖୋଜିଆଣିବାକୁ ଅନେକ ସମୟ ଲାଗିବ। ଡାକ୍ତର ପୁଣି ପଚାରିଲେ ମୋଉସା, ଆପଣ ଟିକେ ଚାଲବୁଲ କରିପାରୁଛନ୍ତି ନା? ବେଶି ଆଉ ଦୁର୍ବଳ ଲାଗୁନି ତ? ପାଦରୁ ଫୁଲାବିନ୍ଧା କମିଛି ନା ଟିକେ? ଆକାଶର ମହାଶୂନ୍ୟରେ ଆଖିଦୁଇଟି ଭସାଇଦେଇ ଆନମନା ସ୍ୱରରେ କନକନାରାୟଣ କହିଲେ ଏଁ, ପାଦକଥା ପଚାରୁଛ? ନାଁ, ହଁ, ଟିକିଏ ଚାଲିବୁଲି ପାରୁଛି। ଜାଣ ଡାକ୍ତର, ଯେତେବେଳେ ଏସ. ପି. ଥିଲି ସେତେବେଳେ ମୋର ଏଇ ମୋର ସେଇ ପାଦ, ଯାହାର ଭାରରେ ମେଦିନୀ କମ୍ପୁଥିଲା। ସେଇ ପାଦ କେତେ ନିର୍ବାକ ଦୋଷୀ ଆଉ ନିର୍ଦ୍ଦୋଷକୁ କଥା କୁହାଇଛି। ଅବଶ୍ୟ ସେତେବେଳେ ମୋ ଆଖିରେ କେହିହେଲେ ନିର୍ଦ୍ଦୋଷୀ ନ ଥିଲେ। ମୋର ଏଇ ପାଦକଥା ଏବେ ମୁଁ ଅନେକ ଭାବେ। ସେତେବେଳେ ସିମେଣ୍ଟ ଚଟାଣରେ ଠକ୍ ଠକ୍ ଶବ୍ଦ କରି ଚାଲିଗଲାବେଳେ ଅଧିନସ୍ଥ କର୍ମଚାରୀମାନେ ବିବର୍ଣ୍ଣ ମୁହଁରେ ତଟସ୍ଥ ହୋଇ ଠିଆ ହୋଇଯାଉଥିଲେ। ସେତେବେଳେ ମୁଁ ଭାରି ଖୁସିଥିଲି ଡାକ୍ତର। ଇଚ୍ଛାକରି ମୁଁ ମୋର ପାଦଦୁଇଟିକୁ କଚାଡ଼ି କଚାଡ଼ି ଚାଲୁଥିଲି। ସେମାନଙ୍କର ଭୀତିବିହ୍ୱଳ ମୁହଁ ଦେଖିବାରେ ମୋର ଥିଲା ଗୋଟାଏ ନିଷ୍ଠୁର ଆନନ୍ଦ। ବୁଝିଲ ଡାକ୍ତର, ଏଇସବୁ କଥା ସେତେବେଳେ ମୁଁ ଆସି ଛାୟାକୁ କହେ। ଫୁଲି ଫୁଲି ହସେ। ମୋ ପଦମର୍ଯ୍ୟାଦା କଥା ତାକୁ ଜଣାଇ ଖୁସିହୁଏ। ସେ ବି ଖୁସିହେଉ। ଏଇଆ ମୁଁ ଚାହେଁ। କିନ୍ତୁ ସେ ଘୃଣାରେ ନାକ ଫୁଲାଏ। ଲାଲ ହୋଇଯାଏ ତା'ର ଗୋରା ମୁହଁଟା। ସେ ବେଳେବେଳେ ସେକଥା ତା'ର ମୁହଁର ପ୍ରତ୍ୟେକଟି ରେଖାରେ ସୁସ୍ପୁଷ୍ଟ ହୋଇ ଜଣାପଡ଼େ। ମୁଁ ବିରକ୍ତ ହୁଏ ତା' ଉପରେ। ଭଲଲାଗେନି ତା'ର ଏଇ ନରମ ନରମ ଭାବଟା। ଡାକ୍ତର, ମୋ ପାଦର ଏଇ ଚିତ୍ତଶଙ୍କାକାରୀ ଶବ୍ଦ ସବୁଦିନେ ରହିବନି ଏ କଥା ସେ ଜାଣିପାରୁଥିଲେ। ଜାଣିପାରୁଥିଲେ ଦିନେ ମୋର ଏଇ ପାଦର ଗତି ଶିଥିଳ ହୋଇଆସିବ। ମୋତେ ଦିନେ ଅନ୍ୟର କାନ୍ଧରେ ଭରା ଦେଇ ପଥ ଅତିକ୍ରମ କରିବାକୁ ପଡ଼ିବ। ଆଉ ତା'ପରେ ଦିନେ ପାଦଦୁଇଟି ମୋର ନିଶ୍ଚଳ, ନିଥର ହୋଇଯିବ। ସେ ସବୁ ସେ ଜାଣିପାରୁଥିଲେ। ଏକା ମୁଁ ଥିଲି ନିର୍ବୋଧ, ମୁଁ ଥିଲି ଅନ୍ଧ, ଆଉ ବଧିର। ଘୃଣାରେ ଡାକ୍ତର ମନୋରଞ୍ଜନଙ୍କର ଅନ୍ତର ତିକ୍ତ ହୋଇଉଠିଲା। ବହୁତ ସମୟ ଧରି ସେ ସ୍ତବ୍ଧ ହୋଇ ବସିରହିଲେ। ତା'ପରେ ତାଙ୍କର ମନେପଡ଼ିଲା ସେ ଡାକ୍ତର, ତାଙ୍କର କାହାକୁ ହେଲେ ଘୃଣା କରିବା ଉଚିତ ନୁହେଁ। ଆଉ କନକନାରାୟଣ ଭୀଷଣ ଅସୁସ୍ଥ। ମନୋରଞ୍ଜନ ଡାକିଲେ ମୋଉସା, ମୋଉସା ଶୁଣନ୍ତୁ। କିନ୍ତୁ କିଏ ଚାହିଁବ, କିଏ ଶୁଣିବ! ଏହି ସମୟରେ ଅଳକା ଆସିଲେ। କହିଲେ, ଆରେ ଡାକ୍ତରବାବୁ ତ! ଆପଣ କେତେବେଳୁ ଆସିଲେଣି? ଟୁଲୁଟା ଯାଇ କହେ, ସେ ତ ଆଜି କଙ୍କଡ଼ା ନେଇ ବ୍ୟସ୍ତ। ଆସନ୍ତୁ ଯିବା ଘରକୁ। ବାପା ଆସନ୍ତୁ ବୋଲି କହି ବାପାଙ୍କ ହାତ ଧରି ଉଠାଇଦେଲେ। କନକନାରାୟଣ ଝିଅ ହାତର କୋମଳ ସ୍ପର୍ଶ ପାଇ ଚେତନା ଲଭିଲେ। କହିଲେ ଚାଲେ ମା', ଚାଲେ। ଡାକ୍ତରଙ୍କର ବି ଗୋଟିଏ ହାତ ଧରିଲେ। କହିଲେ, ଚାଲ ବୁଲୁ। କେତେ କ'ଣ ଗପିଗଲି କିଛି ମନେକରନି। ବେଳେବେଳେ ମୋର କ'ଣ ହୋଇଯାଏ। ମନ ମୋର ବାଉଳା ବକେ। ଆସ। ଡାକ୍ତର କିନ୍ତୁ ବୁଝିପାରିଛନ୍ତି ଏ ସବୁ ବାଉଳା କଥା ନୁହେଁ। ଏ ହେଲା ମନ ବନର ବାଣବିଦ୍ଧା ଅତୀତ ହରିଣୀ। ଛଟପଟ ହୋଇ ସେଇ ହରିଣୀକୁ ବାହାରି ଆସିବାକୁ ପଡ଼ିବ କାହାରି ନା କାହାରି ଆଗକୁ। ରକ୍ତକ୍ଷରୀ ଘାଆ ଦେଖାଇବାକୁ ପଡ଼ିବ ଏବଂ ତା'ର ଆତ୍ମା ଚାହିଁବ ତା'ର ସେଇ କ୍ଷତରେ କେହି ସାନ୍ତ୍ୱନାର ପ୍ରଲେପ ବୋଳୁ। ଡାକ୍ତର ଧୀରେ ଧୀରେ ଆଗେଇଗଲେ। କନକନାରାୟଣଙ୍କୁ ପରୀକ୍ଷା କଲେ। ବହୁତ ଦୁର୍ବଳ ହୋଇପଡ଼ିଛନ୍ତି ଆଜି କାହିଁକି? ଔଷଧ ଦେଲେ। ତାପରେ ଏଆଡ଼ୁ ସେଆଡ଼ୁ କଥାବାର୍ତ୍ତା କଲେ। ସେତେବେଳକୁ କନକନାରାୟଣ ସହଜ ହୋଇଯାଇଥିଲେ। ଦିବ୍ୟେନ୍ଦୁଙ୍କର କେତେ ପ୍ରଶଂସା କଲେ। ଅପରାଜିତାଙ୍କର ମଧ୍ୟ। ଡାକ୍ତର ଚାଲି ଆସିଲାବେଳେ ଅଳକା କହିଲେ ସନ୍ଧ୍ୟାରେ ଆସିଲାବେଳେ ତନୁକୁ ନିଶ୍ଚୟ ସାଙ୍ଗରେ ଆଣିବେ। ଡାକ୍ତର ହସ ହସ ମୁହଁରେ ହଁ ଭରିଲେ। ଅଳକାଙ୍କ ପ୍ରତି ମନରେ ତାଙ୍କର ଦିନକୁଦିନ ଶ୍ରଦ୍ଧା ବଢ଼ି ଚାଲିଥିଲା।ବାରଣ୍ଡାରୁ ମନୁ, ଏ ମନୁ, ଶୋଇଥିବୁ କି ଆଜି? ଅପରାଜିତାଙ୍କ ଡାକରେ ଆଖି ମେଲିଲେ ଡାକ୍ତର।